ଆଉ ସହ୍ୟ କରି ପାରିଲେନି ପ୍ରେମିକ ପ୍ରେମିକା। ସେହି ଦ୍ୱିତଳ ପ୍ରାସାଦ ଉପରୁ ଡେଇଁ ପଡ଼ି ଆତ୍ମହତ୍ୟା କଲେ ସେମାନେ। ରକ୍ତାକ୍ତ ହୋଇଗଲା ଦ୍ୱିତଳ ପ୍ରାସାଦର ଅଗଣା। କିନ୍ତୁ ପରମୁହୂର୍ତ୍ତରେ ଶକ୍ତଧର ନିଜର ଭ୍ରମ ବୁଝିପାରିଲେ, ଆଉ କିଏ ଅଛି ତାଙ୍କର ଏ ସଂସାରରେ? ଝିଅ ଯେ ତାଙ୍କର ସବୁ। କିନ୍ତୁ ସେତେବେଳକୁ ସବୁ ଶେଷ। ଦୁଃଖରେ ମର୍ମାହତ ହୋଇ ଶକ୍ତିଧର ଦୁଇଟିଯାକ ଶବକୁ ମହା ସମାରୋହରେ ଆଣି ସମାଧି ଦେଇଥିଲେ ସେ ଦୁଇଟି ହଉଛି ଏଇ ସମ୍ମୁଖର ସମାଧି। ହାତ ବଢ଼ାଇ ଦୁଇଟି ସମାଧିକୁ ଦେଖାଇ ଦେଲା ଚନ୍ଦ୍ରାବତୀ। ଚମକି ପଡ଼ିଲେ ବଳରାମ ମିଶ୍ର ପୁଣି ଆରମ୍ଭ କଲା ଚନ୍ଦ୍ରାବତୀ, "ଶକ୍ତିଧରଙ୍କର ଝିଅଟି ନାଁଟା କହିପାରିବେ ଆପଣ?" "ନାଁ..." ଅଲକ୍ଷ୍ୟରେ ବାହାରି ପଡ଼ିଲା ବଳରାମ ମିଶ୍ରଙ୍କ ମୁହଁର ହସି ହସି ଚନ୍ଦ୍ରାବତୀ କହିଲା, "ଏଇ ସମାଧି ଉପରକୁ ଅନାନ୍ତୁ ତା' ନାଁ ଚନ୍ଦ୍ରାବତୀ। ତା' ମନରେ ଯେଉଁ ଆଶା, ଯେଉଁ ଅଭିଳାଷ ଥିଲା, ପ୍ରାସାଦରେ କିଛିଦିନ ରହିବାର ଯେଉଁ ମୋହ ଥିଲା, ସେହି ହିଁ ତାକୁ ବାର ବାର ଆଘାତ ଦେଉଥିଲା। ତେଣୁ ଏ ସମାଧି ଭିତରେ ଥାଇ ସେ ଅନେକଥର ଇଚ୍ଛା କରୁଥିଲା ଏ ପ୍ରାସାଦକୁ ଯାଇ ରହି ଆସିବାକୁ। ମୁଁ ସେହି ଶକ୍ତିଧରଙ୍କ କନ୍ୟା ଚନ୍ଦ୍ରାବତୀ। କିଛିଦିନ ଆପଣଙ୍କ ପ୍ରାସାଦରେ ରହି ଉପଭୋଗ କରିବାର ମୋହକୁ ସମ୍ୱରଣ କରି ନ ପାରି ଯାଇଥିଲି, ମୋର ସେ ଆଶା ପରିପୂର୍ଣ୍ଣ ହୋଇଛି। ମୁଁ ଆପଣଙ୍କୁ ଆପଣଙ୍କ ଦେୟ ନ ଦେବି କାହିଁକି?"ସେତେବେଳକୁ ଭୟରେ ପାଟି ଠକ ଠକ ବାଜି ଯାଇଥିଲା ବଳରାମ ମିଶ୍ରଙ୍କର। ଚନ୍ଦ୍ରାବତୀ କହିଲା, "ଭୟ କରନ୍ତୁନି ବଳରାମ ବାବୁ ମୁଁ ଭୂତ ହୋଇ ଯେ ଆପଣଙ୍କର କିଛି କ୍ଷତି କରିବି, ସେ କଥା ନୁହେଁ...। ଆସନ୍ତୁଏଇ ସମାଧି ନିକଟକୁ ଆସନ୍ତୁ ଆପଣଙ୍କ ଟଙ୍କା ନେଇଯିବେ ଆପଣ।"କଥାର ସମ୍ପୂର୍ଣ୍ଣାଂଶ ଶୁଣିବା ପର୍ଯ୍ୟନ୍ତ ସେଠାରେ ନ ଥିଲେ ବଳରାମ ମିଶ୍ର। ଭୟ-ବିହ୍ୱଳିତ ହୋଇ ଦୌଡ଼ି ଦୌଡ଼ି ପଳାଇ ଯାଉ ଯାଉ ଚିତ୍କାର କରୁଥିଲେ ସେ, "ଭୂତ! ଭୂତ!"ଭାବୀ ଅନିଶ୍ଚିତ ବିପଦର ଦୂରୀକରଣ ପରେ ଆଶ୍ୱସ୍ତିର ନିଃଶ୍ୱାସ ମାରିଲା ଚନ୍ଦ୍ରାବତୀ। ଦେହରୁ ଗମ ଗମ ହୋଇ ବହି ଯାଉଥିଲା ଶ୍ରମ ଝାଳ। ଆଉ ବଳରାମ ମିଶ୍ର ଫେରିବାର ସମ୍ଭାବନା ନାହିଁ, ବା ଟଙ୍କା ମାଗି ବ୍ୟସ୍ତ କରିବାର ସମ୍ଭାବନା ନାହିଁ। ମନେ ମନେ ବେଦମ୍ ହସୁଥିଲା ଚନ୍ଦ୍ରାବତୀ ଏଇ ମଣିଷମାନଙ୍କର କଥା ଭାବି ଭାବି। ସମୟ ବିଶେଷରେ ଏଇମାନେ ଭୂତ ହୋଇ ଆକ୍ରମଣ କରିବାକୁ ଚେଷ୍ଟା କରନ୍ତି, ପୁଣି ଭୂତର ନାଁ ଶୁଣିଲେ ପ୍ରାଣ ବିକଳରେ ପଳାନ୍ତି ଏମାନେ। ଏମାନେ ଭୀରୁ, ଏମାନେ ପଳାତକ, ଏମାନେ ସ୍ୱାର୍ଥପର ମଣିଷ।ଥକ୍କା ହୋଇ ସମାଧି ନିକଟରେ କିଛି ସମୟ ବସିଥିଲା ଚନ୍ଦ୍ରାବତୀ। ଜୀବନର ଭୟ ପୁଣି ଗ୍ରାସ କରି ବସିଲା ତାକୁ। ରାତି ପ୍ରାୟ ବାରଟା। କଟକର ରାସ୍ତା ନିଶୂନ ହୋଇ ଆସୁଛି। ବାୟୁମଣ୍ଡଳ ଶୀତଳ ହୋଇ ଉଠୁଛି। କୋମଳତାର ନରମ ଆସ୍ତରଣ ବିଛେଇ ହୋଇଯାଉଛି କଟକର ଆକାଶ ପବନରେ। କୁଆଡ଼େ ଯିବ ସେ? ଯୁବତୀ ସେ। ଦିନ ଅପେକ୍ଷା ରାତିଟା ଯେ ଚନ୍ଦ୍ରାବତୀ ପରି ପୂର୍ଣ୍ଣଯୌବନା ସୃଷ୍ଟିଛଡ଼ା ଯୁବତୀଙ୍କ ନିକଟରେ କେଡ଼େ ଭୟଙ୍କର, ତାହା କେବଳ ଚନ୍ଦ୍ରାବତୀ ହିଁ ଜାଣେ। ଏଇ ରାତିରେ ରାସ୍ତାର ଗୋଡ଼ି ମାଟି ମଧ୍ୟ ବାଘ ହୋଇ ଘାଉଲା କରିବାକୁ ବସନ୍ତି ଯୁବତୀ ପ୍ରାଣକୁ।ମଣିଷ ହୋଇ ଜୀବନରେ ଯୌବନ ଅଛି, ଯୌବନରେ ଡାକରା ମଧ୍ୟ ଅଛି। ଏଇ ଡାକରା ଧରାକୁ ସ୍ୱର୍ଗ କରେ, ପୁଣି ଏଇ ଡାକରା ଧରାକୁ ମଧ୍ୟ ନରକ କରିପାରେ। ସାମାନ୍ୟ କେତେ ବର୍ଷର ଦୌଡ଼ ଭିତରେ ଚନ୍ଦ୍ରାବତୀ କେବଳ ଦେଖିଛି ନରକର ପୂତିଗନ୍ଧ। ସ୍ୱର୍ଗ ଦେଖିବା ତା' ନିକଟରେ ସମ୍ଭବ ହୋଇ ପାରିଲା ନାହିଁ। ସେଇଥିପାଇଁ ସେ ଅନେକ ସମୟରେ ଭୟ କରେ ନିଜକୁ। ନିଜ ଅଙ୍ଗରେ ଯଦି ଯୌବନର ଚନ୍ଦ୍ରାତପ ଢାଙ୍କି ହୋଇ ନ ଥାନ୍ତା, ତେବେ ପଥ ହରାଇ ଦିଗହଜା ନାବିକ ପରି ପ୍ରାଣ ବିକଳରେ ଚିତ୍କାର କରନ୍ତାନି ଚନ୍ଦ୍ରାବତୀ। ଏଇ ଯୌବନ ହିଁ ତା' ଜୀବନର ସବୁଠାରୁ ମସ୍ତବଡ଼ ଆତଙ୍କ। ବଣ ମଲ୍ଲି ବଣରେ ଫୁଟି ପଡ଼ି ଝଡ଼ି ନଷ୍ଟ ହେବା ପରି ଏ ଯୌବନକୁ ସେ ନଷ୍ଟ ହେବା ପାଇଁ ଛାଡ଼ି ଦେବାକୁ ଚାହେଁନି। ସେ ଚାହେଁ ତା'ର କଡ଼ା ଗଣ୍ଡା ପ୍ରାପ୍ୟ ଆଦାୟ କରିବାକୁ।